ଭଗବାନ ତାର ଗୁହାରୀ ଶୁଣିଲେ। ପିଲାଟି ଭଲ ହୋଇଗଲା। ରାଣୀଆ ଉନ୍ନିଦ୍ର ରଜନୀ ଅନାହାରରେ କଟାଇ କଟାଇ ଅବଶେଷରେ ରୋଗାକ୍ରାନ୍ତ ହେଲା। ବେମାର ପଡ଼ିଥାଏ। ସ୍ୱାମୀଙ୍କଠାରୁ ଡାକରା ପାଇଲା, ପୁଅ ମନା କରୁଥାଏ, ସମସ୍ତେ ବାଟ ଛକିଲେ ମାତ୍ର ସେ ଶୁଣିଲା ନାହିଁ। ଟଳି ଟଳି ସ୍ୱାମୀଙ୍କ ନିକଟକୁ ଗଲା। ସ୍ୱାମୀଙ୍କର ସମସ୍ତ ଅତ୍ୟାଚାର ବିନା ପ୍ରତିବାଦରେ ସହ୍ୟ କଲା। ମାତ୍ର ତାରି ଆଗରେ ମଦ୍ୟପାନ ପରେ ଆଉ ଗୋଟିଏ ମଦ ବୋତଲ ଧରିବାର ଦେଖି, ବାଧା ଦେବାକୁ ଆଗେଇ ଗଲା। ଥର ଥର ଗଳାରେ ବାରଣ କଲା। ଜମିଦାରବାବୁ କ୍ରୋଧାନ୍ଧ ହୋଇ ତା ମୁଣ୍ଡରେ ବୋତଲଟି ବାଡ଼େଇ ଦେଲେ, ସେ ଅଚେତ ହୋଇ ସେଇଠି ପଡ଼ିଗଲା। ରାଣୀଆକୁ ଡାକ୍ତରଖାନାକୁ ନିଆଗଲା। ଚେତନା ପାଇଲା ବେଳକୁ ପୁଲିସକୁ ଦେଖି ସେ ଚମକି ପଡ଼ିଲା। ପୁଲିସ ଜମାନବନ୍ଦୀ ନେଲା। ତାର ସ୍ୱାମୀଙ୍କର ସେତେବେଳକୁ ହୋସ ଆସିଥାଏ। ରାଣିଆ କହିଲା-ମୁଁ ଜ୍ୱରରେ ଥରି ଥରି ଗଲାବେଳକୁ ପଡ଼ିଗଲି। ମୋ ମୁଣ୍ଡରେ ଆଘାତ ବାଜିଲା। ମୋ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ବେଶ୍ ସେତିକି। ଶେଷ ନିଶ୍ୱାସ ତ୍ୟାଗ କଲା ସ୍ୱାମୀଙ୍କ ଆଖିରେ ଆଖି ଦେଇ। ସତୀ ସାଧ୍ୱୀ ନାରୀ ଚାଲିଗଲା ସିନା, ଗଲା ପୂର୍ବରୁ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିପଥରୁ ଫେରାଇ ଆଣିଥିଲା। ସେ ରାଣୀଆର ମୃତ୍ୟୁ ପରେ ପୁଣି ଭଲ ମଣିଷ ହୋଇଗଲେ ଅନୁତାପ କରି। ବଞ୍ଚିତା ବାଙ୍ଗାଲୋରଠାରୁ କିଲୋମିଟର ଦୂରରେ ଅବସ୍ଥିତ ଚିନ୍ତାମଣି ଡାକ୍ତରଖାନା। ସୋମବାର ଉପରବେଳା ସୂର୍ଯ୍ୟଦେବ ଏହି ସଂସାରର ଅଧୋଗତିରେ ସତେ ଅବା ମର୍ମାହତ ହୋଇ ଅସ୍ତାଚଳକୁ ଗମନ କରିବାରେ ବ୍ୟାକୁଳତା ପ୍ରକାଶ କରୁଅଛନ୍ତି। ଡାକ୍ତରଖାନାର ଅନାଚାର ଦେଖି ମନେହେଲା, ବୁଲାକୁକୁରଗୁଡ଼ିକ ବିରକ୍ତି ପ୍ରକାଶ କରୁଅଛନ୍ତି ଅଦ୍ଭୁତ ସ୍ୱନ ମାଧ୍ୟମରେ। ବିରସ ମୁଖରେ ଦୀନ ଦରିଦ୍ର ଲୋକେ ଉତ୍ତମ ଚିକତ୍ସା ଅଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଓ ଧନାଢ଼୍ୟ ବ୍ୟକ୍ତି ନିଜର ଦ୍ରୁତଗାମୀ ଗାଡ଼ିରେ ଯାଇ ଅର୍ଥ ବିନିମୟରେ ଚିକିତ୍ସାର ସୁବିଧା କରି ସରସ ମନରେ ଫେରୁଚନ୍ତି। ଆଉ ମଧ୍ୟବିତ୍ତ ଲୋକେ ଆଶା କରି ଧାଡ଼ି ବାନ୍ଧି ଛିଡ଼ାହୋଇ ପାଦରୁ ପାଣି ମଲାଯାଏ ଏକାଗ୍ରତାର ସହିତ ପ୍ରତୀକ୍ଷା କରି ଲାଗିଅଛନ୍ତି। ହଠାତ୍ ଗୋଟିଏ ବୃଦ୍ଧ ଓ ବୃଦ୍ଧାଙ୍କର କରୁଣ ପ୍ରାର୍ଥନା ଓ ବିଂଶ ବୟସ୍କା ଆସନ୍ନପ୍ରସବା ଗୋଟିଏ ଭାବୀ ଜନନୀର ବିକଳ ଚିତ୍କାର ଉପସ୍ଥିତ ଜନତାର ଦୃଷ୍ଟି ଆକର୍ଷଣ କଲା। ବୃଦ୍ଧ ଓ ବୃଦ୍ଧାଙ୍କ ହୃଦବିଦାରକ ଅଳି ସମସ୍ତଙ୍କର ଛାତି ଚିରି ଆଖିରୁ ଲୋତକପାତ କରାଇଥିଲା ସିନା; ଡାକ୍ତରାଣୀଙ୍କର ପଥର ହୃଦୟ ତରଳାଇ ପାରି ନ ଥିଲା! ଜନତା ମଧ୍ୟରୁ ଜନୈକ ନେତୃସ୍ଥାନୀୟ ବ୍ୟକ୍ତି ଆଗରେ ଯାଇ ଡାକ୍ତରାଣୀଙ୍କୁ କହିଲେ- ଆଜ୍ଞା, ଆପଣ ତ କେବଳ ପଇସା ପାଇଁ ଏ ପବିତ୍ର ବ୍ରତ ଗ୍ରହଣ କରି ନାହାନ୍ତି, ଆପଣ ଲୋକମାତା, ଲୋକସେବା-ଆପଣଙ୍କର ପରମ କର୍ତ୍ତବ୍ୟ। ବୁଢ଼ା ପାଖରେ ମାତ୍ର ଆଠୋଟି ଟଙ୍କା ଅଛି। ବୁଢ଼ା ବୁଢ଼ୀ ନ ଖାଇ ନ ପିଇ ଏଇ ଟଙ୍କାତକ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆପଣ ବୁଝନ୍ତୁ, ଏପରି ମୂଲିଆ ମଜୁରିଆ ଶ୍ରେଣୀର ଲୋକେ ଟଙ୍କା ପାଇବେ କେଉଁଠୁ? ଦିଅନ୍ତୁ ଆଜ୍ଞା, କାଳ ବିଳମ୍ବ ନ କରି ଏହି ଆସନ୍ନ ପ୍ରସବା ନାରୀଟିକୁ ଗୋଟିଏ ସ୍ଥାନ ଏ ପବିତ୍ର ଚିକିତ୍ସାଳୟରେ। ଡାକ୍ତରାଣୀଙ୍କର ବିରକ୍ତି ପଞ୍ଚମକୁ ଅଭିବୃଦ୍ଧି ହୋଇଉଠିଲା। ସେ ତ ବୁଢ଼ା ବୁଢ଼ୀ ଦୁଇଟାଙ୍କୁ କୃପଣ ବୋଲି କହି ତୁଚ୍ଛ ତାଚ୍ଛଲ୍ୟ ବ୍ୟବହାର କରିଥିଲେ। ବୁଢ଼ା ବୁଢ଼ୀଙ୍କ କ୍ରନ୍ଦନ ଧ୍ୱନିକୁ ଛଳନା ଓ ଆସନ୍ନ